ମାଙ୍କଡ଼ କାହିଁକି ଶୁଣିବ? ସେ ସେମିତି ବସି ପିଜୁଳି ଚୋବାଉଥାଏ। ମାଙ୍କଡ଼ କିଛି ସମୟ ପରେ ଆଉଟିକେ ବୁଲି ବସିଲା। ଭଲ ଭାବରେ କବିତା ଆଡ଼କୁ ଚାହିଁ ପିଜୁଳିଟାକୁ ଚୋବେଇ ଚୋବେଇ ଶେଷ କଲା। ଉପରକୁ ଉଠିବ କି ତଳକୁ ଖସିବ, ଏପଟ ସେପଟ ଚାହିଁଲା। କବିତା ଭାବିଲା ବୋଧେ ଚାଲିଯିବ। କିନ୍ତୁ ସେ ଗଲା ନାହିଁ। ବସି ରହିଲା। ଚାହୁଁ ଚାହୁଁ ଛଅଟା ବାଜିଲା। ପୁଣି ଛଅଟାରୁ ସାତଟା ବାଜିଲା। ମାଙ୍କଡ଼ ବସିଥାଏ। ବାଲ୍କୋନି ଦ୍ୱାର ବନ୍ଦଥାଏ। କବିତା ବାରଣ୍ଡାରେ ବସି ଦାନ୍ତ ଘଷୁଥାଏ, ଚାହିଁଥାଏ ବାଲକୋନିକୁ। କେତେବେଳେ ସେ ଦ୍ୱାର ଖୋଲିବ, ଆଉ ସେ ଦେଖିବ ସେହି ଡାକ୍ତରକୁ। କି ଭୁଲ୍ ସେ ନ କରିଛି ସତେ ନାଁ, ଡାକ୍ତର ବୋଧେ ନାହିଁ। କାହିଁ ଏ। ପର୍ଯ୍ୟନ୍ତ କବାଟ ଫିଟିଲା ନାହିଁ। ଆସି ଆଠଟା ବାଜିବ। କୁଆଡ଼େ ଗଲା କି ଡାକ୍ତର? କବିତା ମନେ ମନେ ବଡ଼ ବ୍ୟସ୍ତ ହେଲା। ବାରଣ୍ଡାରେ ଏପଟ ସେପଟ ହେଲା, ଚାରିଆଡ଼କୁ ଚାହିଁଲା। ନାଁ ଡାକ୍ତର ଥିଲାଭଳି ଜଣା ପଡ଼ୁନାହିଁ। ତା'ହେଲେ ଡାକ୍ତର କୁଆଡ଼େ ଗଲା? ଗେଧମାଙ୍କଡ଼ଟା ଫକ କରି ଡେଇଁ ଆମ୍ୱ ଗଛ ଉପରେ ଚଢ଼ିଗଲା। ଓଃ ଆଜି କି ଦୁର୍ଯ୍ୟୋଗ! ସକାଳୁ ଏ ମାଙ୍କଡ଼ଟା ମୁହଁ ଚାହିଁଲା। ସବୁ ଅଶୁଭ, ଭଗବାନଙ୍କ ଦୟାରୁ ଆମେ ମାଙ୍କଡ଼ରୁ ମଣିଷ ହୋଇଛୁ; ପ୍ରଭୁ ଆଉ ଯେମିତି ଆମକୁ ମାଙ୍କଡ଼ ନ କରନ୍ତୁ, କବିତା ମନେ ମନେ ଭଗବାନକୁ ଡାକି ହାତ ଯୋଡ଼ିଲା। ବୁବୁଲୁକୁ ଡାକି ପଚାରିବ କି; ଡାକ୍ତରଟା କୁଆଡ଼େ ଗଲା-ଯଦି ସେ ଜାଣିଥିବ। କିନ୍ତୁ ସେ କେମିତି ବା ପଚାରିବ। ଆଗରୁ ତ ଚିହ୍ନା ପରିଚୟ ହୋଇନାହିଁ, ବଡ଼ ଲାଜ କଥା। ବାଧ୍ୟ ହୋଇ ବାରଣ୍ଡାରୁ ଘରକୁ ଆସି ଚେୟାର ଉପରେ ବସିଲା। ଆରେ କବାଟ କିଏ ଜଣେ ଖୋଲିଲାଣି। ଦେଖିବା ଏ ମାଙ୍କଡ଼ ନା, ପେଟ ପୂଝାରୀ, ନା ଡାକ୍ତର। ଆଶ୍ଚର୍ଯ୍ୟ ହେଲା କବିତା। ଡାକ୍ତର ନୁହେଁ, କି ମାଙ୍କଡ଼ ନୁହେଁ, କି ପେଟ ପୂଝାରୀ ବି ନୁହେଁ। ଜଣେ ମଧ୍ୟମା ରୂପସୀ। ଆନୁମାନିକ ବୟସ ପଇଁତିରିଶି, କି ଛତିଶି ଭିତରେ। ବେଶ୍ ସ୍ୱାସ୍ଥ୍ୟବତୀ। ଆଉ ରୂପସୀ। ହଳଦୀ ବର୍ଣ୍ଣର ଶାଢ଼ୀଟା ଗୋରା ଦେହକୁ ବେଶ୍ ମାନିଛି। ଏ ରୂପସୀ ତା'ହେଲେ କିଏ? କ'ଣ ଡାକ୍ତର ସ୍ତ୍ରୀ? ଡାକ୍ତର ସ୍ତ୍ରୀ ଭଳି ଜଣା ପଡ଼ୁନି। ତା'ଠାରୁ ବୟସରେ ଯଥେଷ୍ଟ ବଡ଼ ମନେ ହେଉଛି। କବିତା ନିର୍ଭୟରେ ସେହି ରୂପସୀ ଆଡ଼କୁ ଚାହିଁଲା। ରୂପସୀ ସ୍ତ୍ରୀ ଲୋକଟି ମଧ୍ୟ କବିତା ଆଡ଼କୁ ଚାହିଁଲା। କବିତା ଭାବିଲା, ବୋଧେ ନୂଆ ଆସିଛନ୍ତି। କବିତା ଡାକ୍ତର ଆଶାରେ ଛିଡ଼ା ହୋଇଥାଏ। ଯଦି ଡାକ୍ତର ଆସେ। ପୁଣି ସେ ଭାବିଲା, ଡାକ୍ତର ଥିଲେ ଆସି ସାରନ୍ତାଣି। ବୋଧେ ଡାକ୍ତର ନାହିଁ। ଡାକ୍ତର ନ ଥିଲେ ଏ ପୁଣି କିଏ? ସେ ପେଟା ପୂଝାରୀଟା ଗଲା କୁଆଡ଼େ? ସେ ଯଦି ଦେଖା ଦିଅନ୍ତା ତା'ହେଲେ ଡାକ୍ତର ଅଛି ବୋଲି କବିତା ଧରି ନିଅନ୍ତା। କିନ୍ତୁ ଦୁର୍ଯ୍ୟୋଗ ସେ ବି ନାହିଁ। ମାଙ୍କଡ଼ଟା ଥିଲା କୁଆଡ଼ୁ ଆସିଲା ତା'ପରେ ଏ ରୂପସୀ ମଧ୍ୟମା ଆବିର୍ଭାବ ହେଲା। ସବୁ ଦୁର୍ଯ୍ୟୋଗ। ଗୋଟିଏ ରାତିରେ। କବିତା କଲେଜରେ ବେଶି ସମୟ ବସି ପାରିଲାନାହିଁ। ମୁଣ୍ଡଟା ତା'ର ବିନ୍ଧିଲା। ତା'ର ଟିକିଏ ସାଇନୋସାଇଟ୍ସ ଅଛି। ଥଣ୍ଡା ପଡ଼ିଲେ ମୁଣ୍ଡ ବିନ୍ଧିବ। ଏ ତା'ର ପୁରୁଣା ରୋଗ। ଫାଳିକିଆ ମୁଣ୍ଡ ବିନ୍ଧିବ ଯେ କଲେଜ କରାଇ ଦେବନି। ବାଧ୍ୟ ହୋଇ କବିତା କଲେଜରୁ ଫେରି ଆସିଲା। କିନ୍ତୁ ମୁଣ୍ଡବିନ୍ଧା ଯୋଗୁ ଆଖିକୁ ନିଦ ଆସିଲା ନାହିଁ। ମୁଣ୍ଡତଳେ ତକିଆଟା ଦେଇ ଝରକା ବାଟେ ବାହାରକୁ ଚାହିଁଲା। ଖୋଲା ଆକାଶ ବହୁ ଦୂରରେ ଦୁଇଟି ପକ୍ଷୀ ଉଡ଼ି ସାଜିଛନ୍ତି ନୀଳ ଆକାଶରେ। କବିତାର ମନେପଡ଼ିଲା ମଧୁସୂଦନ ରାଓଙ୍କ କବିତା- 'ଥା'ନ୍ତା ଯେବେ ମୋର ବିହଙ୍ଗ ପକ୍ଷ' ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ। ଦେଖନ୍ତି ପ୍ରିୟଜନ ମୁଖ କମଳ। ହୁଅନ୍ତା ସନ୍ତାପିତ ପ୍ରାଣ ଶୀତଳ। ଆହାଃ। କି ସୁନ୍ଦର ସେ କବିତା। କବି କି ସୁନ୍ଦର ଭାବରେ ତା'କୁ ସଜାଇ ଲେଖିଛନ୍ତି। ଧନ୍ୟ ଧନ୍ୟ ସେ କବି। ବିନମ୍ର ପ୍ରଣାମ ଜଣାଇଲା କବିତା କବିଙ୍କ ଉଦ୍ଦେଶ୍ୟରେ।